ବୁଢ଼ୀ ଦୁଃଖୀଆ ଆଉ ମାଷ୍ଟରାଣୀଙ୍କି ଅନେକ କହିଲା–ଛୁଆ ଦି'ଟା କେତେବେଳୁ ଆସିଲେଣି–ତମେ ଯା–ମୁଁ ଜଗି ବଇଚି। ଚିନ୍ତା ନାହିଁ। ମୁଁ ଜଗି ବସିଥିବାଯାକେ ଯମର ସାଧ୍ୟ ନାହିଁ ମୋ ଆଗରୁ ମୋ ଛୁଆକୁ ଟାଣି ନେଇଯିବ। ଯା–ଯା–ଖାଇବ ଯା ତମେ! ଦୁଃଖୀଆ କହିଲା–''ହଉ ମାଉସୀ, ତୁ ଥା। ମୁଁ ଗଣ୍ଡେ ଖାଇ, ପାଣ ସାହି ଆଡ଼ୁ, ବୁଲି ଆସେ। '' ମାଷ୍ଟରାଣୀ କହିଲା–''ମୁଁ ବି ଯାଆନ୍ତି ଆପଣଙ୍କ ସାଙ୍ଗରେ। କିନ୍ତୁ ପାଣ ସାହି କି ଗଲେ। ପଟ୍ଟନାହାକ ଘର ଯଦି–'' ''ଆପଣ ପାଣ ସାହି ନ ଯାନ୍ତୁ–ଯଦି ପାରନ୍ତି ଆଉ ଲୋକଙ୍କୁ ଦେଖନ୍ତୁ। ପଟ୍ଟନାହାକ ଘରୁ କର୍ପୂରାରିଷ୍ଟ ଯେତେ ପାଇବେ ଆଣନ୍ତୁ। ଫାଜ୍ ଆସିଲେ ଫାଜ୍ ଦେବେ। ଜଣେ ହେଲ୍ଥ ଅଫିସର ଆସିଛନ୍ତି। ଆଉ ଜଣେ ଡାକ୍ତର ନ ଆସିଲେ ଚଳିବ ନାହିଁ। ମୁଁ ପୁଣି ଲୋକ ପଠେଇଛି। ଦେଖାଯାଉ–ଭଗବାନ୍ଙ୍କ ଇଚ୍ଛା। '' ଦୁଃଖୀ ଯାଇଁ ଦୋକାନ ଘରେ ପହଞ୍ଚିଛି। ଗାଧୋଇ ପାଧୋଇ ଖାଇ ବାହାରିଛି–ଘରକୁ ଯିବ। ତେଣୁ ମାଷ୍ଟରାଣୀ ଆସି ହାଜର। ''କୁଆଡ଼େ? '' ଦୁଃଖୀ ଆଶ୍ଚର୍ଯ୍ୟ ହେଲା–କ'ଣ ହେଲା କି? ''ପଟ୍ଟନାହାକ ଘର ଘରେ ପୂରେଇ ଦେଲେ ନାହିଁ। '' ''ମାନେ? '' ''ବାର ଆଡ଼େ ବୁଲି ଝାଡ଼ାବାନ୍ତି ରୋଗୀଟାକୁ ସେବା କରିଛି। '' ''ଲୁଗାପଟା ଧୋଇ ଗାଧୋଇ ପାଧେଇ–'' ''ସବୁ କରିଛି। ପିନାଇଲ ପାଣିରେ ଲୁଗା ଧୋଇଚି–ହାତଗୋଡ଼ବି ଧୋଇଚି। '' ଦୁଃଖୀ ଅଳ୍ପ ହସିଲା। କହିଲା–''କିଛି ଚିନ୍ତା ନାହିଁ–ଆପଣ ଆଜିଠୁ ମୋ ଘରେ ରହିବେ-। '' ଦୁଃଖୀର ଘର? ହଁ ଦୁଃଖୀର ଘର। ଦୁଃଖୀ ଘର ଭିନେ–ବାପ ଠାରୁ ଅଲଗା। ସେ ତ କେତେ ଦିନର କଥା। ଏବେ ସେ ଅନେକଟା ଲଗାଲଗି ହେଇଗଲେଣି। ତଥାପି ଅଲଗା ରହିଛି। ବାପ ଆଉ ପୁଅ ଭିତରେ ଯେତିକି ଲଗା ସେତିକି। ପୁରୁଣା ଆଉ ନୂଆ ଭିତରେ ଯେତିକି ଅଲଗା, ଯେତିକି ଛଡ଼ାଛଡ଼ା ସେତିକି ତଫାତ। ଅଗଣିଦାଶ ବହୂ ଘରକୁ ଆଣିବାବେଳେ ଆଉ ଅଲଗା କରି ପାରିଲା ନାହିଁ ପୁଅକୁ। ବହୂ ଘରକୁ ଆସିଲା। କନ୍ୟା କାଳପରେ ଆଉ ବାପଘରେ ଝୁଅ ରହିବା ପାପ। ପୁଅ କହିଲା, ମୁଁ କିଛି ଜାଣେ ନାହିଁ। ବହୂ ନ ଆସୁ। ଅଗଣିଦାସ ନାକକାନ ମୋଡ଼ି ହୋଇ ପୁଅର ହୋମଘର କଲା-। ଦୁଃଖୀର ପୁନର୍ବିବାହ ହେଲା। ବହୂ ଆସି ଘରେ ରହିଲା–କୁଳବହୂ ହେଇ। କିନ୍ତୁ ଦୁଃଖୀଆର ଭାଗ୍ୟ ସେଇ ଦୋକାନ ଚାଳିରେ। ସେଇଠି ଅରଟ ଖଣ୍ଡେ, ଭିଣା ଖଣ୍ଡେ ପଡ଼ିଥାଏ। ଦଉଡ଼ିଆ ଖଟିଆଟାଏ ଶୋଇବାକୁ। ଘରକୁ ଆସି ଖାଇଯାଏ। ଦଣ୍ଡେ ଘଡ଼ିଏ ରହେ। ତା'ପରେ ଦୋକାନ-। ଘର ସାଙ୍ଗରେ ତା'ର ସେତିକି ସମ୍ବନ୍ଧ। ଦିନେ ଦିନେ ସେଇ ଚାଳିରେ ସେ ନିଜେ ଭାତ ଫୁଟେଇ ଦିଏ, ବିଶେଷତଃ ଯେଉଁଦିନ କଂଗ୍ରେସୀ କୁଣିଆ ଆସନ୍ତି। ଆଜିବି ସେ ଭାତ ଗଣ୍ଡେ ଫୁଟେଇ ଦେଇ ପାରିଥାନ୍ତା–ଆଳୁ ଦିଟା ପକେଇ। କିନ୍ତୁ ଏତେବେଳ ହେଲାଣି ଆସି। ଭୟ ହେଲା, ଘରେ ଯଦି ଭାତ ନଥାଏ। ପୁଣି ମାଷ୍ଟରାଣୀ–ମାଇପି ଲୋକଟା–ଦୋକାନ ଘରେ ସବୁଦିନେ ରହିବ ବା କିମିତି? ଦୁଃଖୀ 'ମୋ ଘର' ବୋଲି କହି, ଭାବୁ ଭାବୁ ବାପ ଅଗଣି ଦାଶ ଘରମୁହାଁ ଚାଲିଲା। ତା' ପଛେ ପଛେ ମାଷ୍ଟରାଣୀ। ଘରେ ମା। ଅଗଣି ଦାଶ ନାହିଁ–ଯାଇଥାଏ କୁଆଡ଼େ। ଦୁଃଖୀ ସ୍ତ୍ରୀ ବାପଘରେ। ଦୁଃଖୀ ମା ମାଷ୍ଟରାଣୀକି ଦେଖି ଚାହିଁଲା। ଦୁଃଖୀ ମାକୁ କିଛି ନ କହି ମାଷ୍ଟରାଣୀକି ପାଣି ଆଣିଦେଲା ଗୋଡ଼ ହାତ ଧୋଇବାକୁ। ନିଜେ ଗୋଡ଼ହାତ ଧୋଇ ଘରକୁ ଗଲା। ମାଷ୍ଟରାଣୀ ପଛେ ପଛେ ଆସୁଥାଏ–ସଙ୍କୋଚରେ, ଦୁଃଖୀ ମା ଫୁସ ଫୁସ ହେଇ ପଚାରିଲା–''ସେ କିଏ କିରେ? ମାଇପିଟେ–କୁଠିକି ଆସିଛି? '' ''ସେ ପରା ମାଷ୍ଟରାଣୀ। ପାଟି କରନା। ଶୁଣିବ। ହଇଜାରେ ସେ କେତେ କାମ କରୁଚି। '' ''ଜାଣିଲି ଯେ। ମୁଁ କ'ଣ କହୁଛି କିଛି? ତୋ ବାପ ଆସିଲେ ଯେ ନିଆଁବାଣ ହେଇଯିବ-। ଜୁଆନ୍ ମାଇପିଟା–ବାହା ହେଇଚିନା? '' ''କିଜାଣି ମା, ମୁଁ ଜାଣେ ନାହିଁ ଏତେ କଥା। ପଟ୍ଟନାହାକ ଘରେ ଥାଏ। ତାଙ୍କରି ଚଉପାଢ଼ିରେ ଗାଁ ଝିଅଙ୍କୁ ପଢ଼ାଏ। ଆଜି ହଇଜାରୋଗୀଙ୍କି ସେବା କରୁଚି ବୋଲି ଘରେ ପୂରେଇ ଦଉ ନାହାନ୍ତି। '' ''ସେ ଯେବେ ଘରେ ନ ପୂରେଇଲେ, ତୁ କୁ ସାହସରେ ପୂରୋଉଚୁ ଆଣି?